ଦେବକୀ ଚାଲିଲା। ଅପବାଦର କଳଙ୍କକୁ ଦୁନିଆ ଦୁଆରେ ଥୋଇ ଦେଇ ସେ ଚାଲିଗଲା। ଦୁଃଖୀ ଆଉଥରେ ବାହାରକୁ ଯାଇ ଦେଖିଲା କେହି ନାହିଁ। ଦେବକୀର କେହି ନାହିଁ। ତା'ରବି ଯେମିତି କିଏ ସବୁଥିଲେଏତେବେଳେ କେହି ନାହାନ୍ତି। ଶବ ଉଠେଇବାକୁ ହବ। ଗାଁରୁ ହୁଏତ କେହି ବାହାରିବେ ନାହିଁ। ସେ ଘର ଘର କି ବୁଲିଲା। ସମସ୍ତଙ୍କୁ କହିଚି 'ଦେବକୀ ଚାଲିଗଲା। 'ଦଣ୍ଡକେ ସେ ଖବରଟା ଗାଁଯାକ ଘୋଟି ଯାଇଚି । ଦୁଃଖୀ କହିବା ଆଗରୁ ସମସ୍ତେ ଜାଣିଛନ୍ତି। ତଥାପି ଦୁଃଖୀ ଆଗରେ ସମସ୍ତେ ଚୁପ୍-। ଆଉ ପଛରେ? ସେ ଅନେକ କଥା। ସାର ଏତିକି ପାପ ଲୁଚିବ ନାହିଁ। ଏକା ଝାଡ଼ା ଏକା ବାନ୍ତିକେ ଶେଷ। ହବ ନାହିଁ? ରାଣ୍ଡ ବ୍ରାହ୍ମଣ୍ଡୀ ପାପକୁ ପାର କରି ପାରିଲା ନାହିଁ । ମରିବାପାଇଁ ସେ ହେଲା କ'ଣ? ଜାତି ପତି କୁଳଗୋତ୍ର କିଛି ମାନିଲା ନାହିଁ ସେ ପରା-! ଦୁଃଖୀ କାନକୁ କଥା ଆସିଲା। ତଥାପି ସେ ବେହିଆ ମୁହଁରେ ଯାଇ କହିଲା ସମସ୍ତିଙ୍କି-। କେହି ପଦେ ସହାନୁଭୂତି ପ୍ରକାଶ କଲେ ନାହିଁ। କେହି କହିଲା ନାହିଁ କି ଶବ ଉଠିବ କିମିତି । ବ୍ରାହ୍ମଣ ସାହି ଗୋଟିଏ ବୁଲିଲା। କେହି ତୁଣ୍ଡ ଖୋଲିଲେ ନାହିଁ। ତେଣୁ ପାଣ ଟୋକା ଚକରା ଆସି କହିଲାଚ ଳିବ? ''ଚଳିବ ଗୋସାଇଁ। ବାଉରି କଣ୍ଡରା ଦେଇ କାମ ଚଳିବ? '' ଦୁଃଖୀ ଶଙ୍କିଗଲା। କେତେ ଜନ୍ମର ସଂସ୍କାର ଯେମିତି ଶବ ସଂସ୍କାର ପରି ଭୂତ ହେଇ ଠିଆ ହେଇଛି ତା' ଆଗରେ। ସେ ତା' ସହିତ ହିଂସା କରି ଲଢ଼ିବାକୁ ଚାହିଁଲା ନାହିଁ। ତା'ର ସେ ଭୂତଭୟଟାକୁ ହସି ଉଡ଼ାଇ ଦେଲା–ଭୂତ ନାହିଁ। ''ନ ଚଳିବ କାହିଁକି? ସେ କହିଲା। କେବଳ ଭାବିଲା, ଦେବକୀର ଶେଷଇଚ୍ଛା ସେ କହିଯାଇ ନାହିଁ। ତା'ର ଆତ୍ମାର ଅସନ୍ତୋଷ ହେବ ନାହିଁ ତ ଏଥିରେ। କାହିଁକି ହେବ? ଦେବକୀ ଆଗେ ଯାହା ଥାଉ, ଯେଉଁ କୁଳରେ ଜନ୍ମ ହେଉ, ଶେଷବେଳକୁ ତ ସେ ତାହାରି ସାଙ୍ଗରେ ହାଡ଼ିଘର ପାଣ ଘର ପଶି ବୁଲିଛି ନିର୍ବିକାରରେ ପର ସେବା କରି। ଆଉ ଆତ୍ମା! ଆତ୍ମାଟାଏ କିଛି ଅଛି କି ନାହିଁ କିଏ ଜାଣିଲା ଥିଲେ ଥାଉ ସେ ଆତ୍ମାର ଏ ଦୁନିଆ ସାଙ୍ଗରେ କି ସମ୍ପର୍କ। ଏ ଦୁନିଆର ଲୋକେ କ'ଣ କଲେ କଣ ନ କଲେ ସେଥିପାଇଁ ଦୁନିଆ ବାହାରର ସେ ଆତ୍ମାର ଯାଏଁ କେତେ ଆସେ କେତେ! ମଣିଷ ମଲା ପରେ ମଲା ମଣିଷପାଇଁ ଏ ଜିଅନ୍ତା ଦୁନିଆ ଯାହା ଯାହା କରେ ସେଥିରେ ମଲା ଆତ୍ମାର କ'ଣ କିଛି ହୁଏ? ହୁଏ ଏଇ ଜିଅନ୍ତା ଦୁନିଆର ଜୀବିତାତ୍ମାର। ଏଇ ଜିଇଲା ମଣିଷପାଇଁ, ଜିଅନ୍ତା ମଣିଷର ଏଇ ସମାଜପାଇଁ ମଣିଷ ମଲାମଣିଷ ନାଆଁରେ କେତେ କ'ଣ କରି ନ ଯାଏଁ! ଏଇ ସଂସ୍କାର, ଏଇ ଶ୍ରାଦ୍ଧ, ଏଇ କ୍ରିୟା କର୍ମ, ଶୁଦ୍ଧ ସ୍ନାନ ସବୁ ଜିଅନ୍ତା ମଣିଷପାଇଁ–ଯିଏ ଜିଇଛି ତା'ରିପାଇଁ। ମଲା ମଣିଷ ଯିଏ ମଲାଣି ତା'ର କ'ଣ ହୁଏ ସେଥିରୁ? ଚକରା ଆଉ ଦୁଃଖୀ ହେଲେ ଦି'ଜଣ ଚାରିଜଣ ଦରକାର। ଆଉ କିଏ ଯିବ ବୋଲି ଦୁଃଖୀ ଭାବୁଛି, ତେଣୁ ରାମବାବୁ ବାହାରି ଆସିଲେ। କଲେଜ ଛୁଟିରେ ଘରକୁ ଆସିଛନ୍ତି। ସେ ଶୁଣିଲେ ଦେବକୀକୁ ଉଠେଇବା ପାଇଁ ମଣିଷ ମିଳୁ ନାହାନ୍ତି। ସେଥିପାଇଁ ନିଜେ ବାହାରି ଆସିଲେ । କହିଲେ, ''ମୁଁ ତମକୁ ସାହାଯ୍ୟ କରିବି ଦୁଃଖୀ ନନା। '' ହୋଉ। ଏ ହେଲେ ତିନି। ଆଉ ଜଣେ ହେଲେ ହେଲା। ସେ ଜଣକବି ଶେଷକୁ ଆସି ପହଞ୍ଚିଲା ବାଳୁଙ୍ଗା ପଟ୍ଟନାୟକ ଘର ଚାକର। ''କିରେ, ତୋ ବାବୁଙ୍କୁ ପଚାରିଛୁ? '' ''ବାବୁଙ୍କୁ ସିନା ମୋ ଦେହର ଖଟଣିଟାକୁ ବିକିଚି ମନର ଖଟଣି କି ତ ବିକିନି। '' ଦୁଃଖୀ ଆଶ୍ଚର୍ଯ୍ୟ ହେଇ ସେଇ ମୂର୍ଖମୁଷଣ୍ଡ ବାଳୁଙ୍ଗାକୁ ଚାହିଁଲା। ''ସେ ଯଦି ତୋତେ କାଢ଼ି ଦେବେ'' ''ଦେହର ଖଟଣି କି ଆଉ କାହାକୁ ବିକିଚି। ନହେଲେ ଉପାସ ରହିବି। ରହିଲି ବା କ'ଣ ହେଲା! ମନଟା ତ ଆଉ ଉପାସରେ ଛଟପଟ ହେବ ନାହିଁ। ପେଟ ପୂରେଇବା ପାଇଁ ଏ ହୃଦୟଟାର ବେକମୋଡ଼ି ମାରି ଦେବିନା! ତମେ ଜାଣ ନାହିଁ ଦୁଃଖୀ ନନା, ଦେବକୀ ନାନୀ ମୋତେ କେତେ ଭଲ ପାଉଥିଲା। '' ଛୁଆଙ୍କ ଭଳି ବାଳୁଙ୍ଗା ସକେଇ ହୋଇ କାନ୍ଦିଲା। ଚାରିହେଁ ମିଶି ଦେବକୀର ଶବ ସଂସ୍କାର କଲେ। ବାଳୁଙ୍ଗା ଆଖିରେ ଆଉ ଲୁହ ନାହିଁ।